ପାଣ୍ଡବମାନେ ବନବାସ ସମୟରେ ଏଠାରେ ଆସି ରହିଥିବାର କିମ୍ବଦନ୍ତୀ ଅଛି। ରଜସଂକ୍ରାନ୍ତି ଦିନ ଏଠାରେ ଗୋଟିଏ ମେଳା ହୁଏ। ନିକଟବର୍ତ୍ତୀ ଗ୍ରାମମାନଙ୍କରୁ ବହୁତ ଲୋକ ଆସି ଜମା ହୁଅନ୍ତି। ଏ ସବୁ ଶତ୍ରୁପକ୍ଷେ ଦୁର୍ଭେଦ୍ୟ ଓ ଅଧିକାଂଶ ସମୟରେ ରାଜାଙ୍କର ଆଶ୍ରୟ ସ୍ଥଳ। ମଧୁଆ ପଲ୍ଲୀ, ନରଗାଙ୍ଗ, ଚଢ଼େଇବନ୍ଧ, ମାଳତୀ ମୁଣ୍ଡିଆ, ସରଣ୍ଡା ଓ ବାଉଁଶ ପୁଟ। ଏମାନଙ୍କ ମଧ୍ୟରେ ଶେଷୋକ୍ତ ତିନୋଟି ଉଲ୍ଲେଖଯୋଗ୍ୟ। ମାଳତୀମୁଣ୍ଡିଆ- ଉପରୋକ୍ତ ଗଡ଼ମାନଙ୍କ ମଧ୍ୟରେ ମାଳତୀ ମୁଣ୍ଡିଆ ପ୍ରସିଦ୍ଧ ଓ ବାଙ୍କୀ ରାଜାଙ୍କର ଅଧିକାଂଶ ସମୟରେ ଆଶ୍ରୟ ସ୍ଥଳ ଥିଲା; କାରଣ ଏହାର ପୂର୍ବରେ ଗୋଧେଇ ନାମରେ ଗଭୀର ଜଳବିଶିଷ୍ଟ ନଦୀ, ପଶ୍ଚିମରେ ପର୍ବତ, ଉତ୍ତରରେ ମହାନଦୀ ଓ ଦକ୍ଷିଣରେ ଘୋର ଅରଣ୍ୟଭୂମି। ଦକ୍ଷିଣ ଭାଗରେ, ଗୋଟିଏ ଦୁର୍ଭେଦ୍ୟ ଦଣ୍ଡା ମନୁଷ୍ୟ ଯାତାୟାତ ଲାଗି ପ୍ରସ୍ତୁତ ହୋଇଥିଲା। ପୂର୍ବେ ଘନ ଘନ ଯୁଦ୍ଧ ହୋଇଥିବାରୁ ରାଜାମାନେ ଏପରି ସ୍ଥାନକୁ ନିରାପଦ ମଣି ବାସ କରୁଥିଲେ। ବାଙ୍କୀ ଗଡ଼ରେ "କମଳା ବାଗ" ବୋଲି ଗୋଟିଏ ସ୍ଥାନ ଅଛି। ଅଧୁନା ସେଠାରେ ଅନେକ କଟା ପଥର ଜମା ହୋଇଅଛି। ପ୍ରାଚୀନ ଗଡ଼ର ଭଗ୍ନାବଶେଷ ମଧ୍ୟ ଏଠାରେ ଦୃଷ୍ଟିଗୋଚର ହୁଏ। ସରଣ୍ଡା- ଅଂଶୁପା ହ୍ରଦ ନିକଟସ୍ଥ ପର୍ବତ ଉପତ୍ୟକାରେ ସରଣ୍ଡା ଅବସ୍ଥିତ। ପୁରାତନ ଗଡ଼ର ଭଗ୍ନାବଶେଷ ପ୍ରସ୍ତରମାନ ଏଠାରେ ସ୍ତୂପାକାରରେ ରହିଅଛି। ପୂର୍ବେ ଏ ଗଡ଼ରେ କଂସାର କବାଟ ଥିଲା ବୋଲି ଲୋକେ କହନ୍ତି। ଆଜିକାଲି ମଧ୍ୟ କଉଡ଼ି ଖଣି, ବାରୁଦଖଣି ଓ ଦେଢ଼ଶୁର ଭାଇବୋହୂ କୂଅ ଏଠାରେ ଦେଖିବାକୁ ମିଳେ। ବାଉଁଶପୁଟ- ଏହି ଗଡ଼ଠାରୁ ବାଙ୍କୀରାଜା କପିଳେଶ୍ଵର ମହାଦେବଙ୍କ ଦର୍ଶନକୁ ଯାନ୍ତି। ସାମୟିକ କଦନା ଗଡ଼ଠାରେ ବଡ଼ମ୍ବା ରାଜାଙ୍କ ସହିତ ଦେଖା ହୁଏ। ଉଭୟେ କୁମରଙ୍ଗିଆ ପାହାଡ଼ରେ ବୁଲି ଶିକାର କରନ୍ତି। ପାଟପୁର ହାଟ ବ୍ୟତୀତ ଅନ୍ୟ ହାଟଗୁଡ଼ିକ ବର୍ତ୍ତମାନ ବସିଅଛି। ବିଶେଷତଃ ଚର୍ଚ୍ଚିକା ଡାକ ବଙ୍ଗଳାଠାରେ ଠିଆ ହେଲେ ମହାନଦୀର ଅପୂର୍ବ ଶୋଭା, ବଡ଼ମ୍ବାର କୁମରଙ୍ଗିଆ ପାହାଡ଼ ଏବଂ ଢେଙ୍କାନାଳର ଅତ୍ୟୁଚ୍ଚ ସପ୍ତଶଯ୍ୟା ପର୍ବତ ଦର୍ଶକର ନୟନମନ ତୃପ୍ତ କରିଦିଏ। ଅନେକ ସାହେବ ଏ ବଙ୍ଗଳାକୁ ବଡ଼ ପସନ୍ଦ କରନ୍ତି। ବାଙ୍କୀର ବର୍ତ୍ତମାନ ରାଜଧାନୀ ଚର୍ଚ୍ଚିକା। ଏଠାରୁ କଟକ, ଖୋର୍ଦ୍ଧା ଓ ସୋନପୁରକୁ ସଡ଼କ ଅଛି। ବୈଦ୍ୟେଶ୍ଵରଠାରୁ କଳାପଥରକୁ ଓ କଳାପଥରଠାରୁ ଖୋର୍ଦ୍ଧାକୁ ସଡ଼କ ଅଛି। ଚର୍ଚ୍ଚିକାରେ କଚେରୀ, ଥାନା, ଜେଲଖାନା, ଡାକଘର, ହାଇସ୍କୁଲ, ବ୍ୟାଙ୍କ୍ ଅଫିସ୍, ଡାକ୍ତରଖାନା ଓ ହାଟ ବଜାର ଆଦି ରହିଅଛି। ଚର୍ଚ୍ଚିକା ଠାକୁରାଣୀଙ୍କ ପୀଠ ଅତ୍ୟନ୍ତ ମନୋମୁଗ୍ଧକର। ଏଠାରେ କ୍ଷଣମାତ୍ର ବିଶ୍ରାମ କଲେ ଚଞ୍ଚଳ ମନ ସ୍ଥିର ହୋଇଯାଏ। ଏହି ଠାକୁରାଣୀଙ୍କ ପଣାଯାତ୍ରା ଅତି ଚମତ୍କାର। ସେ ଦିନ ଝାମୁଆଁମାନେ ନିଆଁ ଉପରେ ଚାଲନ୍ତି। ଏହାକୁ ଝାମୁ ବୋଲାଯାଏ। ଏକଶ କୋଡ଼ିଏ ହାତ ପର୍ଯ୍ୟନ୍ତ ପୂର୍ବେ ପାଟୁଆ ଓ ଅରଟ ବୁଲା କାର୍ଯ୍ୟ ଏଠାରେ ହେଉଥିଲା। ଏହି ଯାତ୍ରା ଦୁଇ ମାସ ପର୍ଯ୍ୟନ୍ତ ବସେ। ଅନେକ ଦ୍ରବ୍ୟର କାରବାର ମଧ୍ୟ ହୁଏ। ବାଙ୍କୀର ମଧ୍ୟଭାଗରେ ମହାପର୍ବତ ନାମକ ଏକ ପର୍ବତ ଅଛି। ଏହି ପର୍ବତକୁ ଲାଗି ତା ଠାରୁ ସାନ ଆଉ ଗୋଟିଏ ପର୍ବତ ଅଛି। ଅନେକେ ଏହାକୁ "ମାମୁ ଭଣଞ୍ଜା'' ବୋଲି କହନ୍ତି। ମହାପର୍ବତର ଶିଖର ଦେଶରେ ଚତୁର୍ମାସ୍ୟା ଦିନରେ ଲୋକେ ମଉଛା କରିବାକୁ ଯାନ୍ତି। ଏଠାକୁ ପୁରୀର ବଡ଼ ଦେଉଳ ଦେଖାଯାଏ। ପର୍ବତଟି ଟାଙ୍ଗରା। ସେପରି କିଛି ମୁଲ୍ୟବାନ୍ କାଷ୍ଠ ମଧ୍ୟ ଏଥିରେ ଜନ୍ମେ ନାହିଁ। କେବଳ ସ୍ଥାନେ ସ୍ଥାନେ ଆତୁଣ୍ଡି, ବେତ ବଣ ଓ ଅଁଳାକୋଳି ଗଛ ଦେଖାଯାଏ। ପର୍ବତର ଉପରି ଭାଗରେ ଗୋଟିଏ। ଗଭୀର ଖାତ ଅଛି। ଏକ ସମୟରେ ଏହା ହୀରକ ଖଣି ଥିଲା ବୋଲି ଲୋକେ କହନ୍ତି। ଆହୁରି ମଧ୍ୟ କେହି କେହି ପୂର୍ବେ ଏହା ଆଗ୍ନେୟଗିରି ଥିବାର ଅନୁମାନ କରନ୍ତି। ଏହାର ଉଚ୍ଚତା ପ୍ରାୟ ଏକ ହଜାର ଫୁଟ ହେବ। ସରଣ୍ଡାର ଅଂଶୁପା ହ୍ରଦ ଗୋଟିଏ ଦର୍ଶନୀୟ ବସ୍ତୁ। ଏଠାକୁ ଅନେକ ଲୋକ ଦେଖିବାକୁ ଆସନ୍ତି। ହ୍ରଦଟି ଦକ୍ଷିଣ ଉତ୍ତରରେ ଏକ କ୍ରୋଶ ଲମ୍ବା ଏବଂ ପୂର୍ବ ପଶ୍ଚିମରେ ଏକ ମାଇଲ ଓସାର ହେବ। ଜଳ ଅତି ସ୍ଵଚ୍ଛ ଓ ସ୍ଵାସ୍ଥ୍ୟକର। ଏଥିରେ ପ୍ରଚୁର ପରିମାଣରେ ମାଛ ମିଳେ। ଏହି ମାଛ ଆଠଗଡ଼, ଖୋରଧା, କଟକ ଓ ଢେଙ୍କାନାଳ ପର୍ଯ୍ୟନ୍ତ ରପ୍ତାନି ହୁଏ। ବଳଭଦ୍ରପୁର ଓ ବୈଦ୍ୟେଶ୍ଵରରେ ସଦାବ୍ରତ ମଠମାନ ରହିଅଛି। ଏମାନଙ୍କ ମଧ୍ୟରେ ପାଣିକୋରଡ଼ ଓ କେନ୍ଦୁପଲ୍ଲୀ ପ୍ରଧାନ। ଦ୍ଵିତୀୟ ଅଧ୍ୟାୟ ପ୍ରାଚୀନ ବାଙ୍କୀ ଓ ଧଳବଂଶୀୟ ରାଜାଗଣ ବାଙ୍କୀ ଏପରି ନାମ କାହିଁକି ହେଲା, ସେ ବିଷୟରେ କୌଣସି ଐତିହାସିକ ତତ୍ତ୍ଵ ମିଳୁ ନାହିଁ।